ଡ୍ରାଇଭର ତା' ଆଡ଼କୁ ଚାହିଁ ମୁରୁକି ମୁରୁକି ହସୁଛି। ସାହେବଙ୍କୁ ସାମନାରେ ଦେଖି ଗୁରୁପଦ ଟିକେ ଇତସ୍ତତଃ ହୋଇପଡ଼ିଲା। ତରବର ହୋଇ କହି ପକାଇଲା ''ସାର୍ ନମସ୍କାର''। ଆସନ୍ତୁ ଗାଡ଼ିରେ ବସନ୍ତୁ ଆପଣ କ'ଣ ନଈ ସେପାରିରେ ରହନ୍ତି? ସାହେବ ହସି ହସି ପଚାରିଲେ। ହଁ ସାର୍। ଆସନ୍ତୁ ଆଉ ଛିଡ଼ା ହେଲେ କାହିଁକି। ଚାଲି ଚାଲି ସବୁଦିନେ ଯିବା ଆସିବା କରନ୍ତି? ହଁ ସାର୍, ଘର ଟିକେ ସୁବିଧାରେ ପାଇ ଯାଇଛି। ଘରବାଲାଟା ଖୁବ୍ ଭଦ୍ରଲୋକ ସାର୍! ଗୋଟିଏ ବଡ଼ ରୁମ୍, ଗୋଟିଏ ରୋଷେଇ ଘର, ଆଉ ବରପାଲି ପାଇଖାନାଟିଏ ଅଛି। ସବୁ ସୁବିଧା ସାର୍! ନଈରେ ଗାଧୋଇବାକୁ ମୁଁ ଟିକେ ଭଲପାଏ। ଘରଭଡ଼ା ଖୁବ୍ କମ୍ ସାର୍! ଗାଡ଼ି ଚାଲିଥାଏ। ପଛରେ ବସି ସେ ମହାପାତ୍ର ସାହାବଙ୍କୁ କହୁଥାଏ। ଗୁରୁପଦ ଉପରେ ମହାପାତ୍ର ସାହାବଙ୍କ ଅଶେଷ ଶ୍ରଦ୍ଧା। ଖାଲି ମହାପାତ୍ର ସାହାବ କାହିଁକି ଅଫିସର ଅନ୍ୟାନଙ୍କର ଶ୍ରଦ୍ଧା ମଧ୍ୟ। ଛୋଟରୁ ବଡ଼ ପର୍ଯ୍ୟନ୍ତ, ଅମାୟିକ ବ୍ୟବହାର, ହସ ହସ ମୁହଁ, ଶୃଙ୍ଖଳିତ କାର୍ଯ୍ୟ, ନିର୍ଭୁଲ କାର୍ଯ୍ୟ ପାଇଁ ସେ ପ୍ରଶଂସନୀୟ ସମସ୍ତଙ୍କ ପାଖରେ। କଫି, ଚା, ସିଗାରେଟ୍, ପାନଠାରୁ ଗୁରୁପଦ ଥାଏ ଅନେକ ଦୂରରେ। ସେଦିନ ଅଫିସ ସରିବା ପରେ ସାହାବ ପିଅନ ହାତରେ ଡକାଇ ପଠେଇଲେ। ସେତେବେଳକୁ ଗୁରୁପଦ ଫେରିବା ପାଇଁ ପାହାଚ ତଳକୁ ଓହ୍ଲାଇ ଆସିଥିଲା। ସାହାବ ଡାକୁଛନ୍ତି ଆସନ୍ତୁ ସାର୍! ସାହାବଙ୍କ ପିଅନ ଗୋପାଳ ଆସି ଡାକିଲା। ଆପଣ କ'ଣ ଘରକୁ ବାହାରିଲେଣି? ମହାପାତ୍ର ସାହାବ ପଚାରିଲେ। ଆଜ୍ଞା। ତଳକୁ ମୁହଁ ପୋତି ଗୁରୁପଦ ଉତ୍ତର ଦେଲା। ରୁହନ୍ତୁ ମୋ ସାଙ୍ଗରେ ଯିବେ। ଏଥର ଆପଣ ମୁଁ ଭୁବନେଶ୍ୱରରେ ଥିବା ପର୍ଯ୍ୟନ୍ତ ମୋ ସହିତ ଅଫିସକୁ ଯିବା ଆସିବା କରିବେ। କାଠଯୋଡ଼ି ପୋଲ ମୁଣ୍ଡରେ ଛିଡ଼ା ହୋଇଥିଲେ। ମୁଁ ଆପଣଙ୍କୁ ନେଇ ଆସିବି କ'ଣ ବୁଝିଲେ? ମହାପାତ୍ର ସାହାବଙ୍କ କଥା ଶୁଣି ଗୁରୁପଦ କିଛିକ୍ଷଣ ନିରୁତ୍ତର ଭାବରେ ଛିଡ଼ା ହେଲା। କ'ଣ ବା ସେ କହିବ; କିଛି ଭାବି ପାରିଲା ନାହିଁ। ହଁ କହିବ କି ନାଁ କହିବ। ନାଁ କହିବାଟା ଅସୁନ୍ଦର ହେବ। ହଁ କହିବାଟା ବି ଅସୁବିଧା ହେବ। ବଡ଼ ବଡ଼ିଆ ଅଫିସର। କେତେବେଳେ ଆସିବେ କେତେବେଳେ ଯିବେ। ପୁଣି ତା' ସହିତ ଅଧିକାଂଶ ଦିନ ଟୁର୍। ସଦାସର୍ବଦା ଯାଇ ଅପେକ୍ଷା କରିବାକୁ ପଡ଼ିବ। ଫେରିବା ସମୟରେ। ଡେରି ହୋଇପାରେ। ଅଫିସ ଆସିଲାବେଳେ ଠିକ୍ ସମୟରେ ଆସି ନ ପାରେ। ବିଶେଷତଃ ଅଫିସରୁ ଫେରିଲେ ତା' ଉପରେ ଗୋଟାଏ ବଡ଼ ଦାୟିତ୍ୱ ଲଦା ହୋଇଛି ତା'ର ହାତରେ ରାନ୍ଧି ବାଢ଼ି ଖାଇବା। ସାହାବ ଯଦି ଅଫିସ ଛୁଟି ପରେ ବସି କାହା ସହିତ ଗପସପ କରନ୍ତି ତାହାହେଲେ ସେଦିନ ସେ ଉପାସ ନିଶ୍ଚୟ ବୋଲି ଧରି ନେବାକୁ ପଡ଼ିବ। ଅଧିକାଂଶ ଦିନ ସାହାବ ଆଠଟାବେଳେ ଅଫିସରୁ ଫେରନ୍ତି। ଅଫିସ ଆସିବାର ମଧ୍ୟ କିଛି ଠିକ୍ ଠିକଣା ନାହିଁ। କେତେବେଳେ ସକାଳ ନଅ ତ କେତେବେଳେ ଦିନ ବାର। ବଡ଼ ଅଡ଼ୁଆରେ ପଡ଼ିଲା ଗୁରୁପଦ କ'ଣ ସେ କରିବ ଠିକ୍ କରି ପାରିଲା ନାହିଁ। ଚୁପ୍ ହୋଇ ଛିଡ଼ା ହେଲା। ଆସନ୍ତୁ ଯିବା, ଛିଡ଼ା ହେଲେ କାହିଁକି? ସାହାବ ଗାଡ଼ିରେ ଆସି ବସିଲେ। ସାହାବଙ୍କ ପଛେ ପଛେ ଗୁରୁପଦ ଗାଡ଼ିରେ ଆସି ବସିଲା। ପଛରେ କାହିଁକି ବସିଛନ୍ତି? ଆସନ୍ତୁ ସାମନାରେ ବସନ୍ତୁ। ନାହିଁ ସାର୍। ମୁଁ ଏଇଠି ବସୁଛି କିଛି ଅସୁବିଧା ହେବନି, ଗୁରୁପଦ କହିଲା। ଉଁ ହୁଁ ଜାଗା ତ ଅଛି ସେଠି କାହିଁକି ବସିବେ। ଆଗକୁ ଆସନ୍ତୁ। ବାଧ୍ୟ ହୋଇ ଗୁରୁପଦ ଆଗରେ ଆସି ବସିଲା, ଡ୍ରାଇଭର ପଛରେ ବସିଲା। ସେଦିନ ସାହାବ ନିଜେ ଗାଡ଼ି ଚଳାଇଲେ। ଗାଡ଼ି ଦୋଳମୁଣ୍ଡାଇ ଛକ ପାର ହୋଇ ଲିଙ୍କ ରୋଡ଼ ଧରିଲା। ମହାପାତ୍ର ସାହାବଙ୍କୁ ଦେଖିଲେ ତାଙ୍କ ପ୍ରତି ଅଗାଢ଼ ସ୍ନେହ ମମତା ଝରିପଡ଼େ। କେତେ ଭଦ୍ର କେତେ ସ୍ନେହୀ ଲୋକ ସେ। କି ସୁନ୍ଦର ଚେହେରା ତାଙ୍କର। ଉଚ୍ଚତାକୁ ନେଇ ଦେହର ଗଠନ ବେଶ୍ ପରିପୂରକ। ଆପଣ କେଉଁ ଡିଭିଜନରେ ମାଟ୍ରିକ୍ ପାଶ୍ କରିଥିଲେ? ମହାପାତ୍ର ସାହାବ ପଚାରିଲେ। ଫାଷ୍ଟ ଡିଭିଜନରେ ପାଶ୍ କରିଥିଲି, ଗୁରୁପଦ କହିଲା। ଫାଷ୍ଟ ଡିଭିଜନରେ? ଆଉ କାହିଁକି ପଢ଼ିଲେ ନାହିଁ?